ଆର୍ଟିଫିସିଆଲ୍ ମ୍ୟାନ୍। ଅମର ଜନ୍ମ, ପ୍ରଜନନ, ମୃତ୍ୟୁ, ବିଶ୍ୱାସ, ବଂଶବୁଦ୍ଧି-ସବୁ କୃତ୍ରିମ। ଯେନତେନ ପ୍ରକାରେ ଆମେ ବଞ୍ଚିବାର ଚେଷ୍ଟା ଚଳାଇଛୁ। ଅନ୍ୟକୁ ଠକି, ଅନ୍ୟର ଦାନା ଉପରେ ଆଖି ପକାଇ, ଆମେ ଆମରି ମହଲର ମୂଳଦୁଆକୁ ଶକ୍ତ ଓ ମଜବୁତ୍ କରି ଗଢ଼ିବାକୁ ପ୍ରୟାସ କରିଛୁ। ଆମ ଭିତରୁ କେତେକ ବୁର୍ଜୁଆ, ପେଟି ବୁର୍ଜୁଆ ଆଖ୍ୟା ପାଇ ସାରିଲେଣି। ଆମେ ଅତ୍ୟାଚାର ଚଳାଇଛୁ ଆମରି ଜାତି ଉପରେ। ଅତ୍ୟାଚାରିତ ମଣିଷର ସୁଖଦୁଃଖ ବୁଝିବାକୁ ଆମର ବେଳ ନାହିଁ। ମନ ବି ନାହିଁ। କେତେଟା' ବର୍ଷ ଧରି ଆମେ ଏମିତି ଜୀବନ ବିତେଇଲୁଣି। କାହିଁ କିଛିତ ହେଉନାହିଁ। କିଛିତ ଗୋଟାଏ ହାତ ମୁଠାରେ ମନକୁ ପାଇଲା ପରି ଜିନିଷ ଧରା ପଡ଼ୁନି। ଓଲଟି ସବୁଥିରୁ କେମିତି ମନ ଛାଡ଼ି ଯିବାକୁ ବସିଲାଣି। ସବୁକିଛି ଅସାର ମନେ ହେଲାଣି। ଆଉ ଅନ୍ୟ କାହାକୁ ଭୟ ନାହିଁ। କାହା ଉପରେ ବିଶ୍ୱାସ ରଖିବାର ପ୍ରଶ୍ନ ଉଠୁନି। ଈଶ୍ୱର ନାମକ ସେହି ତିନିଅକ୍ଷରିଆ ଶବ୍ଦଟି କେମିତି ଚୁପ୍ଚାପ୍ ସମସ୍ତ ଗୁରୁତ୍ୱ ଆପଣାଛାଏଁ ହରେଇ ଦୁଇ ଅକ୍ଷରିଆ ଶବ୍ଦଟି ପରି ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋଇ ବସିଲାଣି। ଲଜ୍ଜା ସରମତ ଆମର ମୋଟେ ନାହିଁ କହିଲେ ଚଳେ। ଆମ ଜନ୍ମଦାତାଙ୍କର ବି ନ ଥିଲା। ସେମାନେ ନିହାତି ଅଶ୍ଳୀଳ ଦୃଶ୍ୟରେ ଜଡ଼ିତ ରହି ସମୟ କାଟୁଥିବା ବେଳେ ଆକସ୍ମିକ ଭାବେ ଆମର ଜନ୍ମ ହୋଇଥିଲା। କେହି ଜଣେ ଇଚ୍ଛାକୃତି ଭାବେ ଆମର ଉପସ୍ଥିତ ଏଠି ଚାହୁଁଥିଲା-? ମୁଖାପିନ୍ଧା ମଣିଷର ସବୁ ଫିସାଦି, ସବୁ କାରସାଦି ବାଏଁ ବାଏଁ ଉଡ଼ିଗଲା। ମାନବିକତାର ମୂଳଦୁଆରେ ମାଟି ମୁଠାଏ ବି ପଡ଼ି ପାରିଲାନି। ମୁଣ୍ତି ମାରିବା ଦୂରେ ଥାଉ। ମହଲ ବା ଉଆସ ଗଢ଼ିବାର ପ୍ରଶ୍ନ ଉଠୁଛି କୋଉଠି? ଏ କ'ଣ ସମୁଦାୟ ମଣିଷ ଜାତି ପକ୍ଷରେ କମ୍ ବଡ଼ ଆଘାତ। କି ଶୋଚନୀୟ ପରାଜୟ ସତେ ଏଇ ଜାତିଟାର। ଦିନେ କିଏ ଜଣେ ଭାବପ୍ରବଣତାରେ କହୁ କହୁ କହି ପକାଇଥିଲା ଯେ, 'ଆମେ ସର୍ବଶ୍ରେଷ୍ଠ ସୃଷ୍ଟି ଈଶ୍ୱରଙ୍କର। ଆମେହିଁ ଅମୃତର ସନ୍ତାନ-। ' ଏମିତି ଗୋଟାଏ ଅନ୍ଧବିଶ୍ୱାସ ଉପରେ ଆସ୍ଥାରଖି ଆମେ ଅନେକ ଦିନ ଯାଏ ଆମ କର୍ତ୍ତୃତ୍ୱ ଜାହିର କରିଛୁ ଅନ୍ୟ ପ୍ରାଣୀ ତଥା ଉଦ୍ଭିଦ ଜଗତ ଉପରେ। ଉଦ୍ଭିଦ ଜଗତରେ ବି ଆମପରି ଜୀବନୀ ଶକ୍ତି ଅଛି। ସ୍ନେହ ପ୍ରେମ ବୁଝାମଣା ଅଛି। ଆମେ ସେ କଥା ସମ୍ପୂର୍ଣ୍ଣ ପାସୋରି ଦେଇଛୁ-। ସମାଜରେ ଜୋର୍କରି ଆମେ ଆସନ ପାତି ବସିଛୁ। ଆଗ ଧାଡ଼ିରେ ବସି ଫୁଲମାଳ ଗଳାରେ ଝୁଲାଇବା ପାଇଁ ଆମର ପ୍ରବଳ ବାସନା କିନ୍ତୁ ଆମର ଆଚାର, ବ୍ୟବହାର ଗତିମତି କି ନିକୃଷ୍ଟ ଧରଣର! କି ଆରଣ୍ୟକ ଆମର କ୍ଷୁଧା! କି ଦୁର୍ଦ୍ଦାନ୍ତ ଆମର ବାସନା! ଆମେ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସ୍ୱୀକାର କରି ବସିଲୁଣି ଯେ ଆମ ମତିଗତି ପ୍ରକୃତି, ସ୍ୱଭାବ ଓ ଚରିତ୍ର ପଶୁଠାରୁ ବଳି ପଡ଼ିଲାଣି। ଆମେ ଅବରୋହ ପ୍ରଣାଳୀରେ ତଳକୁ ତଳକୁ ଓହ୍ଲାଇବାରେ ଲାଗିଛୁ-। ଦିନେ ହୁଏତ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା। ଏକ ନିଶ୍ଚିତ ବିନ୍ଦୁରେ ପହଞ୍ଚିବା ପାଇଁ, ଉପରକୁ ଉପରକୁ ପାହାଚ ଅତିକ୍ରମ କରି ଉଠିବା ପାଇଁ ଚେଷ୍ଟା ଥିଲା। ଆମ ଭିତରୁ କେତେକ ବିଜୟର ପତାକା ଉଡ଼ାଇ ଦେଇଗଲେ ସୁଉଚ୍ଚ ଶୃଙ୍ଗ ଉପରେ। ଅନ୍ୟ କେତେକ ଅଧା ବାଟରୁ ଖଣ୍ତିଆ ଖାବରା ହୋଇ ଭୂପତିତ ହେଲେ। ଉପରକୁ ଉଡ଼ିବାର ପ୍ରୟାସ ଆମର